ମଧ୍ୟ ପାଇବା ଲାଗି ତୋର ଏତେ ଯୁଦ୍ଧ! ଏତେ ହାଣକଟା! ସଭ୍ୟତାର ଉତ୍ଥାନ ପତନ ଭିତରେ ଏତେ ତୋର ଅଶ୍ରୁ, ଶୋଣିତର ଇତିହାସ। ଖାଲି ଅହନ୍ତା ଈର୍ଷା ଗର୍ବରେ ଏତେ ପରାକ୍ରମଶୀଳ ତୁ ହୋଇଛୁ! ଏତେ ଜ୍ଞାନ ଅର୍ଜନ କରିଚୁ ଉଦ୍ଭାବନ କରିଚୁ। ଭାତୃହତ୍ୟା, ମାତୃହତ୍ୟା ଆତ୍ମହତ୍ୟାର ବି ପ୍ରୟାସ କମ ନୁହଁ। ମାତ୍ର ମୋ କବଳରୁ କିଏ ରଖିବ ତତେ? ତୋର ସେ ମହାଶୂନ୍ୟର ଅନ୍ତରୀକ୍ଷ ଯାନ? ପରାକ୍ରମଶୀଳ ମାରଣାସ୍ତ୍ର। ନାଁ, କୃତ୍ରିମ ହୃଦଯତ୍ର! ସବୁ ମୁଁ ପୋଡ଼ି ପାଉଁଶ କରିଦେବି। ନବେନ୍ଦୁ ଚାହିଁଥିଲା, ନିଆଁ ଊର୍ଦ୍ଧ୍ଵରୁ ଊର୍ଦ୍ଧ୍ଵକୁ ଉଠୁଚି ସେଇ ଇସ୍ପାତକୁ ଟାଣି ନେଲାପରି ସେ ଟାଣି ଟାଣି ନଉଚି ଏଇ ମଣିଷକୁ। ଏଇ ଶତ ସହସ୍ର ଖୋଳ ଭିତରେ ବିଭିନ୍ନ ପୃଥକ ପୃଥକ ଏକଇ ମଣିଷକୁ। ମୁକୁଟମଣ୍ଡିତ ରାଜଶିର, ପ୍ରଜ୍ଞାନନ ପଣ୍ଡିତ, ନିଃସ୍ୱ ନିପୀଡ଼ିତ, କୁଷ୍ଠବ୍ୟାଧିଗ୍ରସ୍ତ ସମସ୍ତ ମଣିଷର ପଟୁଆର ଚାଲିଚି ଦଳ ଦଳ ହୋଇ। ସମସ୍ତେ ଚାଲିଚନ୍ତି ଆଗପଛ ହୋଇ ଏକଇ ବାଟରେ। ଏକ ଆସନରେ। ଏଠି ତଫାତ୍ ନାହିଁ ନାରୀ ପୁରୁଷର, ଧନୀ ଗରିବର, ହାକିମ ଆଉ ଅଧସ୍ତନ କର୍ମଚାରୀର। ପଟୁଆର ଚାଲିଛି, ଚାଲିବ। ନବେନ୍ଦୁକୁ ଜଣାଗଲା, ସେଇ ନିଆଁ ଭିତରେ ଜ୍ୟୋସ୍ନା ଜଳି ଜଳି ଯାଉଚି। ତାର କରୁଣ ଆର୍ତ୍ତନାଦ ପବନର ସ୍ତରେ ସ୍ତରେ ମିଶି ମିଶି ଯାଉଚି, ସେ ଜ୍ୟୋସ୍ନାକୁ ରଖି ପାରୁନି। ସେ କଣ ତାର ଭାଇ ଓ ବୋଉକୁ ରଖି ପାରିଚି? ଆଜି ବି ନିଜର ସ୍ତ୍ରୀକୁ ରଖିବ କେମିତି? ଜ୍ୟୋସ୍ନା କହୁଚି, ଏଇ ଶେଷ ଦେଖା ନବେନ୍ଦୁ, ଆଉ ଭେଟାଭେଟି ହବାନି। ଯଦି ବା ପରଜନ୍ମ ସତ ହୁଏ; ଯଦିବା ପୁନଶ୍ଚ ଆମେ ପତିପତ୍ନୀ ଭାବେ ଏକାତ୍ର ହେଉ, ଆମେ କଣ ପରସ୍ପରକୁ ଜାଣିପାରିବ, ଚିହ୍ନି ପାରିବା? ନା କିଛି ଆମେ ପାରିବାନି। ଏଇ ଶେଷ ଦେଖା, ମୁଁ ଚାଲିଲି, ବିଦାୟ… ବିଦାୟ…? ଲହ ଲହ ନିଆଁର ପ୍ରଜ୍ଜ୍ୱଳଣ ଭିତରେ ଜ୍ୟୋସ୍ନା ଶେଷ ହୋଇଗଲା। ଶେଷ ହେଇଗଲା ତାର, ଦେହ, ମନ, ପ୍ରାଣ, ଏଣିକି ସେ ରହିବ ନିର୍ଜୀବ ଫଟଟିଏ, ନିଶ୍ଚଳ ସ୍ମୃତିଟିଏ ହୋଇ। ଭୁଲରେ ବି କେଉଁଠି ଅତର୍କିତ ଭାବରେ ଦେଖା ହୋଇ ପାରିବ ନାହିଁ। ଗୋଟାଏ କମ୍ପାର୍ଟମେଣ୍ଟରେ ବସି ଏତେ ବାଟ ଆସିଲା ପରେ ଜ୍ୟୋସ୍ନା ଓହ୍ଲେଇଗଲା। ନବେନ୍ଦୁ, ନିଃସଙ୍ଗ, ନିପୀଡ଼ିତ କେତେଦିନ, କେତେଦିନ? କେଉଁଠି ତାର ଇସ୍ପିତ ଷ୍ଟେସନ? ନବେନ୍ଦୁ କେମିତି କେଜାଣି ସ୍ଥିର ହୋଇଗଲା। ଗୋଟାଏ ଦୁଃଖ ତାକୁ ପାଷାଣ କରିଚି କି ଏକ ହତାଶା ତାକୁ ସ୍ତବ୍ଧ କରିଛି ସେ ଜାଣିପାରିଲା ନାହିଁ। ଖାଲି ଦେଖୁଥିଲା, ଗୋଟାଏ ଗୋଟାଏ ନାଟକ ଶେଷ ହେଇ ଯାଉଚି ପ୍ରତ୍ୟେହ ପ୍ରତ୍ୟେକ ଜୀବନରେ। ନିଜ ନାଟକର ସାରବତ୍ତା ମନେ ନ ରଖି ଏ ମଣିଷ ବାହାରର ନାଟକ ପାଇଁ ଏତେ ବ୍ୟସ୍ତ, ଏତେ ମତ୍ତ। ଏଇ ମଣିଷର ଜୀବନ, ଏକ ମହାନାଟକ। କେଇ ଘଣ୍ଟାର ଅଭିନୟ ମାତ୍ର: ତା' ପରେ କେହି କାହାକୁ ଜାଣିନି, ଚିହ୍ନିନି। କ'ଣ କହେ ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀର ସେହି ଶ୍ଳୋକ "କିଂ ଜନେନ, ଧନେନ ବାଜିଃ କରିଭଃ, ପ୍ରାପ୍ତେନ ରାଜ୍ୟେନ କିଂ? " "କା ତବ କାନ୍ତା କାସ୍ତେ ପୁତ୍ରଃ ସଂସାରୋଽୟ ମତୀୟ ବିଚିତ୍ର-। " କୀଟ ପରି ସେହି ପୁସ୍ତକର ଛତ୍ରେ ଛତ୍ରେ ପଶି ତାର ସୁଧା ସେ ପାନ କରିଚି। ତଥାପି ସେ ଏତେ ଦୁର୍ବଳ, ଏତେ ମୂଢ଼, ଏତେ ଅନ୍ଧ! ନା, ନା, ଆଜି ତାର ଚକ୍ଷୁ ଫିଟିଚି। ଏ ସଂସାର ମହାସମୁଦ୍ରରେ, ଭାସିଗଲାବେଳେ ଏଇ ତାକୁ କିଞ୍ଚିତ କୂଳ ଦିଶିଲାଣି। ସେ ଆଉ ଏ ଚକାଭଉଁରିରେ ଖେଳିବ ନାହିଁ-। ତାର ଶାଶ୍ଵତ, ଚିରନ୍ତନ ସୁଖ ଦରକାର। ଏକ ଆଦିଅନ୍ତହୀନ ସ୍ୱର୍ଗୀୟ ସୁଖର ଜୀବନ। ଯେଉଁଠି ବିରହର ତାପ ନାହିଁ, ମିଳନର ଶୀତଳତା ନାହିଁ, ହସ ଅଶ୍ରୁର ପାର୍ଥକ୍ୟ ନାହିଁ! ଆନନ୍ଦର ଯିଏ ନିରାନ୍ଦନ। କେବଳ ଉତ୍ପ୍ଳାବିନୀ ସ୍ରୋତ ବହି ଚାଲୁଚି, ବହି ଚାଲୁଚି, କେଉଁଠିକି ଯିବ, କେତେଦୂର ଯିବ? କେଉଁଠି ଶେଷ, କେଉଁଠି ସେ ଅଶେଷ? ନବେନ୍ଦୁର ମନେହେଲା, ତା' ଉପରେ ଆକାଶ ନାହିଁ। ଚାରିପାଖରେ କିଛି ନାହିଁ। ନାହିଁ ଆଲୋକ, ନାହିଁ ଅନ୍ଧାର। କେବଳ ସ୍ଥିର ନିଶ୍ଚଳ ଧୂଳିକଣାଟି ଭଳି ସେ ଏକାକୀ ଏ ବିରାଟ ବିଶ୍ଵରେ-। ବୁକୁରେ ଏକ ଅଜଣା, ବିରାଟ କ୍ଷୁଧା–କିଏ ମେଣ୍ଟାଇବ କଣ୍ଠର ଏ ଅନନ୍ତ ତୃଷା। କି ସେ ମହାପୁରୁଷ?